ସେଦିନ ବେଳ ରତ ରତ ସମୟକୁ ଆମେ ପଇଦାବନ୍ଧରେ ଯାଇ ପହଞ୍ଚିଲୁ। ସବୁଜ ଭୂଇଁ ଉପରେ ଦିନଶେଷର ଖରା ପଡ଼ି ହରିତ୍ ଚକ୍ଚକ୍ ଦେଖାଯାଉଥିଲା। ଗାଆଁରେ ତ ପଶୁ ପଶୁ ପିଲାମାନଙ୍କ ସହିତ ଭେଟ ହୋଇଗଲା। ସେମାନେ ସଫା ଚିକ୍କଣ ହୋଇ ପାଠଶାଳାକୁ ଯାଉଥାନ୍ତି-। ହାତରେ ବସ୍ତାନି, ବସିବା ପାଇଁ ଛପା ଓ କେତେଜଣଙ୍କ ହାତରେ ଲଣ୍ଡନ। ଆମକୁ ଦେଖି ଗାଆଁର ବଡ଼ମାନେ ବି ବାହାରି ଆସିଲେ। ଇସ୍କୁଲ ଘର କହିଲେ ଖୁଣ୍ଟ ଉପରେ ଆଶ୍ରାକରି ଠିଆ ହୋଇଥିବା ଗୋଟାଏ ଛପର ଛଡ଼ା ଆଉ କିଛି ହୋଇନାହିଁ। କାନ୍ଥ ଉଠିନାହିଁ। ମାଆମାନେ ଆମ ପାଇଁ ବାହାରେ ଖଜୁରିପଟି ପକାଇଦେଲେ। ଗୁରୁ ତାଙ୍କ ପିଲାଙ୍କୁ ନେଇ ଛପର ତଳେ ଇସ୍କୁଲ ଜମାଇଲେ। ପ୍ରାର୍ଥନା ଗାଇଲେ। ପାଠପଢ଼ା ଆରମ୍ଭ ହେଲା। ସରକାରୀ ଶିକ୍ଷା ବିଭାଗର କୌଣସି ଇନିସ୍ପେକ୍ଟର ଏହାକୁ ଆଦୌ ଇସ୍କୁଲ ବୋଲି କହିବ ନାହିଁ। ସେହି ବିଭାଗର ଗୋଟାଏ ଫାଳକୁ ଗଣଶିକ୍ଷାର ବିଭାଗ ବୋଲି କୁହାଯାଉଥିଲେ ମଧ୍ୟ ସେଇଟା ଭୁବନେଶ୍ୱରରୁ ହିଁ ଚାଲୁଛି। ଭୁବନେଶ୍ୱରଟା ଦିଲ୍ଲୀରୁ ଚାଲୁଛି। ଜଣମାନଙ୍କ ବରାଦରେ ଓ ଜଣମାନଙ୍କର ଅନ୍ଦାଜ ଅନୁସାରେ ବି ଚାଲୁଛି। ଦିନବେଳେ ଚାଲୁଥିଲେ ମଧ୍ୟ ସେଇଟା ଭିତରେ ଅନ୍ଧାର ଘୋଟି ରହିଛି। ତାହାକୁ ପୂରା ଉଚ୍ଚଶିକ୍ଷିତ ଚଳାଉଥିଲେ ମଧ୍ୟ ତାହା ନିତାନ୍ତ ଅଶିକ୍ଷିତ ତୁଚ୍ଛା କେତେଟା ଖିଆଲରେ ଚାଲୁଛି। ଅବଶ୍ୟ ଗଣଙ୍କର ପଇସାରେ ହିଁ ଚାଲୁଛି। ସେଠି ହାକିମମାନେ ଉଚ୍ଚ ଦରମା ପାଉଛନ୍ତି। ତଥାପି ପ୍ରାୟ ବାଧ୍ୟ ହୋଇ ପେଲେଇ ହୋଇ ଭାରି ଅମଙ୍ଗ ହୋଇ ଚାଲିଛନ୍ତି। ସେମାନଙ୍କୁ କେହି ସଜାଡ଼ି ପାରୁନାହାନ୍ତି। ପ୍ରକୃତ ଗଣତନ୍ତ୍ରରେ ଗଣମାନେ ହିଁ ଜଣମାନଙ୍କୁ ଚଲାଉ ଥାଆନ୍ତେ। ଆମ ଦେଶଟାକୁ କି ଅମଙ୍ଗଳ ଘୋଟିଛି କେଜାଣି, ଏଠି ଜଣମାନେ ହିଁ ଭାଗ୍ୟବିଧାତା ହୋଇ ବସିଛନ୍ତି ଏବଂ, ଏହି ଦେଶଟା ସତେ ଯେପରି ମୋଟେ ସେମାନଙ୍କର ନୁହେଁ, ସେହିପରି ନିତାନ୍ତ ଅନ୍ୟମନସ୍କ ଭାବରେ ଶିକ୍ଷାଟାକୁ ଚଳାଉଛନ୍ତି। କୌଣସି ଗୋରୁଗୋଠର ଜଗୁଆଳଠାରୁ ମଧ୍ୟ ଅଧିକ ଅନ୍ୟମନସ୍କ ହୋଇ ରହିଛନ୍ତି। ବଡ଼ମାନଙ୍କ ସହିତ ଆମର ଦୁଃଖ ସୁଖ ଆରମ୍ଭ ହୋଇଗଲା। ମାଆମାନେ କହିଲେ, ପୁରଷମାନେ ବି କହିଲେ। ହାତରେ ସମ୍ବଳ ନଥିଲେ କ'ଣ ହେଲା, ସଂଘବଳ ଅତ୍ୟନ୍ତ ଦୃଶ୍ୟମାନ ହୋଇରହିଛି। ଯେଉଁଠି ସେମାନେ ଏକାଠି ହୋଇ ପାଠଶାଳା ନାମକ ଏହି ପ୍ରକଳ୍ପଟିକୁ ଏଯାଏ ଆଗେଇ ଆଣିଲେଣି, ଆହୁରି ଆଗର ପାହାଚଗୁଡ଼ିକ ସତେଅବା ଥାକ ଥାକ ହୋଇ ଦିଶିଯାଉଛି। ମୂଳଦୁଆଟି ଯେତେବେଳେ ଗାଆଁର ସମ୍ମିଳିତ ବିଶ୍ୱାସ ଦ୍ଵାରା ଦମ୍ଭ ହୋଇ ତିଆରି ହୋଇ ସାରିଲାଣି, ସେତେବେଳେ ଉପର ମହଲାଗୁଡ଼ାକୁ ସମ୍ଭବ ଓ ସାକାର କରି ଆଣିବାକୁ କାହିଁକି ବା ସାହସ ନହେବ? ବର୍ତ୍ତମାନ ତିଆରି ହୋଇ ସାରିଥିବା ଚାଳଛପରଟି ତଳେ ଆଗ ଦୁଇଟି ଶ୍ରେଣୀ ପାଇଁ ଦୁଇଟି ବଖରା ତିଆରି ହେବ। ଗାଆଁର ସମସ୍ତେ ମିଶି କାନ୍ଥ ତିଆରି କରିଦେବେ। କବାଟ ଝରକା ନିମନ୍ତେ ଆବଶ୍ୟକ କାଠ ଯୋଗାଡ଼ ହୋଇ ସାରିଲାଣି। ନଗଦ ନିଅଣ୍ଟ ହେଲେ ପାଠଶାଳା ପାଇଁ ସଂଗ୍ରହ ହୋଇ ରହିଥିବା ଶସ୍ୟପାଣ୍ଠି ତାହାକୁ ପୂରଣ କରିଦେଇ ପାରିବ। ପାଠଶାଳା ଘରର ମେଜିଆ ପକ୍କା ହେବ। ଚଉହଦୀଟିଏ ତିଆରି ହୋଇ ଭଲ ଭଲ ଗଛ ଲାଗିବ, ଫୁଲଗଛ ମାନଙ୍କରେ ଫୁଲ ଫୁଟିବ। ପିଲାମାନେ ମଧ୍ୟ ଏହିସବୁ ଉଦ୍ୟମରେ ସକ୍ରିୟ ଭାବରେ ରହିଥିବେ। ତାହାରି ଦ୍ୱାରା ହିଁ ଅଧିକ ଆନନ୍ଦ ପାଇବେ। ପାଠଶାଳାଟି ସେମାନଙ୍କର ଆଉ ଗୋଟିଏ ଘର ପରି ଅନୁଭବ ହେବ। ସେହି ଅନୁଭବ ହିଁ ଅମିତ ଉତ୍ସାହର କାରଣ ହୋଇ ରହିବ। ମାଆ ଓ ଭାଇମାନେ ଅଧିକ ଜମି ଯୋଗାଡ଼ କରିବାର ବିଚାର ମଧ୍ୟ କଲେଣି। ସେହି ଜମିରେ ଚାଷକାମ ହେବ। ପାଠଶାଳାକୁ ତାହା ଅଧିକ ପାଣ୍ଠି ଯୋଗାଇଦେବ। ଜଣେ ଭାଇ ସ୍ଵପ୍ନ ଦେଖିଲା